ଆମେରିକାରେ ବାରରେ କାବ୍ରା ନାଚ ହେଉଥିଲାବେଳେ ମୁହଁ ଉପରେ ପଡ଼ୁଥିବା ଆଲୁଅ ଭଳି। ଲୋକଟି କ'ଣ ଭାବି ସାଇଡ ନେଲା। ମଟର ଚାଳକ ଦୟାଦେଖାଇ ଗାଡ଼ିର ବ୍ରେକ କସିଲା। ଗାଡ଼ିର କାଚ ମଜଭୁତ ହୋଇ ଟଙ୍ଗାଯାଇଥାଏ। ବିନ୍ଦୁ ବିନ୍ଦୁ ପାଣି ରେଶମୀ ସୂତା ପରି ଝୁଲି ଗଡ଼ୁଥାଏ, ବନଜା ପଣ୍ଡାଙ୍କ କାନଫୁଲ ପରି। ଆଖିର ଡୋଳାକୁ ଯେତେ ବଡ଼ ବଡ଼ କରିଲେବି କିଛି ସ୍ପଷ୍ଟ ଦେଖାଯାଉନି। ଲୋକଟି ଆଶ୍ୱସ୍ତି ବୋଧକଲା ରୋଗୀପରି। ଡ୍ରାଇଭରକୁ ଅନୁରୋଧ କରି କହିଲା; 'ଆଉ ଅଳ୍ପ ସମୟ ପରେ ଚାଲିଯିବି। ସେତିକି ସମୟ ଯଦି କିଛି ଅସୁବିଧା ନହୁଏ। ବସିଯିବାକୁ ଅନୁମତି ଦିଅ। ଚାଳକ ସମ୍ମତ ଜଣାଇଲା। ଲୋକଟି ଆଗ ସିଟରେ ବସିପଡ଼ିଲା। ସ୍ଥାନ ବି ଯଥେଷ୍ଟ ଖାଲି ଥିଲା। ଲୋକଟି କ'ଣ ପଚାରିବ ପଚାରିବ ବୋଲି ହେଉଛି; ଡ୍ରାଇଭର ସିଗାରେଟରେ ଅଗ୍ନି ସଂଯୋଗ କରାଇଲା। ଲୋକଟିର ମନେହେଲା ଯେମିତି ଅତ୍ୟଧିକ ଶୀତରୁ ରକ୍ଷା ପାଇବା ପାଇଁ ଡ୍ରାଇଭର ପ୍ରତ୍ୟେକଟି ଦମରେ କିଛି ଉତ୍ତାପ ସଂଗ୍ରହ କରି ନେଉଛି ତା' ହୃତ୍ପିଣ୍ଡ ଭିତରକୁ। ସିଗାରେଟ ଲଗାଇ ସାରି ଡିଆସିଲିଟିକୁ ନିର୍ଦ୍ଦିଷ୍ଟ ସ୍ଥାନରେ ରଖୁରଖୁ ତଳେ ପଡ଼ିଗଲା। ଅନ୍ଧାରରେ ମୁହଁକୁ ମୁହଁ ଦିଶୁନଥିଲା। ଗାଡ଼ିଭିତରେ ସମସ୍ତେ ଝଡ଼ରାତିର ପକ୍ଷୀପରି ଢୁଳାଉଥିଲେ। ବାଧ୍ୟହୋଇ ମୋଟର ଚାଳକ ଗାଡ଼ି ଭିତରେ ଥିବା ନୀଳ ଆଲୁଅର ରୋଷଣି ଜାଳିଦେଲା। ଲୋକଟି ଅନ୍ୟମନସ୍କ ଥିଲା କି କ'ଣ କେଜାଣି। ହଠାତ୍ ଚମକି ପଡ଼ି ପଛକୁ ଚାହିଁଲା। ପଛ ସିଟରେ ତିନୋଟି ଝିଅ ବସିଥିଲେ ଓ ସେମାନେ ସମସ୍ତେ ଅସଂଯତ ଅବସ୍ଥାରେ ଥିଲେ। ସମ୍ଭବତଃ, ସେମାନଙ୍କ ଉପରେ ପଥରପରି ଚାପି ହୋଇ ପଡ଼ିଥିଲେ ତିନୋଟି ବିଶାଳକାୟ ମଣିଷ-। ଲୋକଟିକୁ ଏସବୁ କେମିତିକା ଲାଗିଲା। ସ୍ମୃତି ଟିକିଏ ଛିଟିକି ପଡ଼ିଲା ମନର ଆଇନାରେ। ଏଠାକାର ଝିଅମାନେ ଏମିତି ରାତିରେ ଯାଆନ୍ତି ବୋଲି ଥରେ ଭାଉଜ ତାକୁ କହୁଥିବା କଥା ମନେ ପଡ଼ିଗଲା। ଲୋକଟି ସାମାନ୍ୟ ଭୟ ଓ ଅଳ୍ପ କିଛି ସାହାସ ସଞ୍ଚୟ କରି ପଛକୁ ପୁଣିଥରେ ଅନେଇଲା। ଝିଅ ତିନୋଟିଙ୍କ ମୁହଁକୁ ଚାହିଁଲା। ସେତେବେଳକୁ ସେମାନେ କରମୋଡ଼ି ସାରିଥିଲେ-। ନୀଳ ଆଲୁଅରେ ଲୋକଟି ଯାହା ଦେଖିଲା, ସେଥିରେ ସେ ଥରିବାକୁ ଲାଗିଲା। ଗାଡ଼ି ଷ୍ଟାର୍ଟ ହୋଇଗଲେ ଇଞ୍ଜିନ୍ ପାଖ ସିଟରେ ବସିଥିବା ଲୋକ ଯେମିତି ଥରେ। ଲୋକଟି ନିଜେ ବିଶ୍ୱାସ କରିପାରୁ ନଥିଲା ସେ କେଉଁଠି, ସ୍ୱର୍ଗ ନା ନର୍କରେ। ପୃଥିବୀ ନାଁ ଚନ୍ଦ୍ରରେ। ଯେଉଁମାନଙ୍କ କଥା ସେ ବାଟଯାକ ଭାବିଭାବି ଝଡ଼ରେ ପହଁରି ଆସୁଥିଲା ସେମାନଙ୍କୁ ଯେ ସେ ଏତେ ରାତିରେ ଏମିତି ଅବସ୍ଥାରେ ଭେଟିବ, ସେ ଭାବି ନଥିଲା। ସତେ ଯେମିତି ଲୋକଟି ମୁଣ୍ଡ ଉପରେ ଆକାଶ ଛିଣ୍ଡି ପଡ଼ୁଛି। ଗାଡ଼ି ଚାଳକଙ୍କୁ ଧନ୍ୟବାଦ ଜଣାଇ ଲୋକଟି ସାଙ୍ଗେ ସାଙ୍ଗେ ବାହାରକୁ ଚାଲିଆସିଲା-। ଆଗରେ ସେଇ ରାସ୍ତା, ରେଖାଟିଏ ପରି ଯାହା ଦିଶିଯାଉଚି। ତା'ରି ଉପରେ ଲୋକଟି ଚାଲୁଛି, ଦଉଡ଼ୁଛି। ପଛକୁ ଚାହୁଁଚି। ପୁଣି ଏକମୁହାଁ ହୋଇ ଆଗକୁ ମାଡ଼ି ଚାଲିଛି। ଗାଡ଼ି ଭିତରର ସେଇ ଅଧା ଲଙ୍ଗଳା ମଣିଷଗୁଡ଼ା ତାକୁ ଫାଶରେ ପକାଇ ଟାଣି ଟାଣି ପଛକୁ ଭିଡ଼ିଲା ପରି ତା'ର ମନେ ହେଉଛି। ଗାଡ଼ିଟି ଏକ ସିଲ୍ହଟର ଛବି ପରି ମନେ ହେଉଛି। ଲୋକଟି ଫଟୋ ନେବା କାଇଦାରେ ଧାଉଁଛି। ସତେ ଅବା ସେ ଧାଇଁ ଧାଇଁ ବେହୋସ ହୋଇଯିବ। ରାଗରେ ଫୁଲି ଫୁଲି ବେଲୁନ୍ପରି ଫାଟିଯିବ। ଗାଡ଼ି ଭିତରର ଦୃଶ୍ୟ ପୁଣିଥରେ ତା' ଆଖି ଆଗରେ ସେକ୍ସ୍ ଆଟ୍ଲାସ୍ର ଅଶ୍ଳୀଳ ରେଖାଗୁଡ଼ିକ ପରି ଦିଶିଗଲା। ଲୋକଟି ଯନ୍ତ୍ରଣାରେ ଚିତ୍କାର କଲା, ଛେଳି କଟା ହେବା ସମୟର ଦୃଶ୍ୟପରି। ରାସ୍ତା ଉପରେ ଲୋକଟି ଜୀବନ ବିକଳରେ ଧାଉଁଥିଲା, ଯାନ୍ତ୍ରିକ ଇଞ୍ଜିନ୍ପରି। ଫୁଙ୍ଗୁଳା ଦେହରେ ଶୀତରେ ପହଁରୁଥିଲା। ଲୋକଟି ଦୁର୍ବୋଧ୍ୟ ଗଣିତଶାସ୍ତ୍ର। ଏକ ଅବୋଧ କବିତା। ଏକ ବୃହତ୍ ବୃତ୍ତାକାର ମାଂସପିଣ୍ଡ। ତା'ର ହୃଦୟ, ତା'ର ମନ ତା'ର ବିବେକ, ତା'ର ସକଳ ଅବୟବ–ଏକ, ଏକଶୂନ୍ୟ କୋଠରୀ! ଲୋକଟି ବନ୍ଦ କୋଟରୀର ଅଳନ୍ଧୁ। ଏକ ଅସନା ଅବର୍ଜିଆ ଜୀବ। ତା'ର ପୂର୍ବଜନ୍ମର କାହାଣୀ କହି ଲାଭ ନାହିଁ। ଦୀର୍ଘ ଛ' ହଜାର ବର୍ଷ ତଳର ଇତିହାସ ଖେଳାଇବା ହାସ୍ୟାସ୍ପଦ। ଧରି ନିଆଯାଉ ସେ ଏକ ବିରାଟ ଆକ୍ସିଡେଣ୍ଟ। ଅନେକ ସମୟରେ ଏମିତି ଆକ୍ସିଡେଣ୍ଟରୁହିଁ ନୂତନ ସତ୍ୟର ଉଦ୍ରେକ ହୋଇଥାଏ। ଅନ୍ଧାରର ଗର୍ତ୍ତ ଗହ୍ୱରରୁ ନୂତନ ସୂର୍ଯ୍ୟ ଉଦୟ ହୁଏ। ଲାଲ୍ ଲାଲ୍, ସୁନେଲୀ ସୁନେଲୀ ଆପଲ ରଙ୍ଗର ଗୋଲ ସୂର୍ଯ୍ୟ।